ପଡୋଶୀ ତାଙ୍କୁ ଏକ ଏମିତି ଲୋକ ବୋଲି କହିଥିଲେଯିଏ ନିଜ କର୍ମ କ୍ଷେତ୍ରରେ ଏତେ ହଜିଯାଇଥିଲେ ଯେ ନିଜ ଗ୍ରାହକଙ୍କ ସହ ଦେଖା ହେବ ସମୟରେ ଦୈନିକ ପୋଷାକରେ ମଧ୍ୟ ଦେଖା ହୋଇ ଯାଉଥିଲେ। ଡାନିଆଲ କୋଟ୍କେ କହିଲେ ଯେ ସେ ପ୍ରଥମ ମଣିଷ ଯିଏ ନିଜ ଗ୍ୟାରେଜରେ ରହି କାମ କରୁଥିଲେ। ସେ ଏହା ମଧ୍ୟ କହିଥିଲେ ଜବ୍ସ ଅତି ବେଶିରେ ସପ୍ତାହରେ ଥରେ ନିଜ ନୂଆ ଉଦ୍ଭାବନ କରିଥିବା କୋଡ ନେଇ ବାହାରକୁ ଆସୁଥିଲେ। କୋଟକେ ମଧ୍ୟ ତାଙ୍କ ସହ କାମ କରିବା ଆରମ୍ଭ କରିଦେଲେ। ସେ ଜବ୍ସଙ୍କ ଘରେ ରହି ତାଙ୍କ ପାଇଁ ଫୋନଦ୍ୱାରା ପୁଞ୍ଜିନିବେଷକଙ୍କୁ ଯୋଗାଯୋଗ କରିବାକୁ ଲାଗିଲେ। ତାଙ୍କ ପରିଶ୍ରମ ଫଳରେ ସେ ଇଣ୍ଟେଲ କମ୍ପାନୀ ଠାରୁ ଋଣ ପାଇଥିଲେ। ଏବଂ କମ୍ପାନୀ ଫ ଜଣେ ଜଣାଶୁଣା ବ୍ୟକ୍ତି କହିଥିଲେ ଯେଜବ୍ସ ତାଙ୍କ ପ୍ରତିବନ୍ଧ ଭହିଁ ନିଜ କଳ୍ପନାକୁ ସାକାର କରିଛନ୍ତି। ଭାରତ ଭ୍ରମଣରୁ ଫେରିବା ପରେ ବର୍ନାନ ଜବ୍ସଙ୍କୁ ଦେଖା କରିବାକୁ ତାଙ୍କ ମତାପିତାଙ୍କ ଘରକୁ ଯାଇଥିଲେ। ଯେଉଁଠି ଜବ୍ସ ଏବେ ମଧ୍ୟ ରହୁଥିଲେ। ଏହି ଅନ୍ତରାଳରେ ଜବ୍ସ ବର୍ନାନ ପୁନଃ ପ୍ରେମରେ ବାନ୍ଧି ହୋଇଥିଲେ। ବର୍ନାନ ଧୀରେ ଧୀରେ ଜବ୍ସଙ୍କଠାରେ ପରିବର୍ତ୍ତନ ଲକ୍ଷ କରିଥିଲେ। ଏହି ସମୟରେ ଜବ୍ସ ନିଜ ପ୍ରଥମ ଅପଲ୍ କଂପୁଟର ତାଙ୍କ ପିତା ମାତାଙ୍କୁ ଦେଖାଇଥିଲେ। ଜବ୍ସ ତାଙ୍କୁ ଏହି ମଡେଲ ତ ତାଙ୍କ ଘରେ ଦେଖାଇଥିଲେ। ଉଣେଇଶ ଶହ ସତସ୍ତରୀରେ ମସିହା ପ୍ରାରମ୍ଭରେ ଜବ୍ସ ଏବଂ ବର୍ନାନ ଏକାଠି ତାଙ ଘରେ ସମୟ ବିତାଇବା କରିବା ଆରମ୍ଭ କରିଦେଇଥିଲେ। ସେ ରହୁଥିଲେ ଯାହା କି ଏକ ପାଠପଢ଼ା ଏବଂ ଭଲ ସାମାଜିକ ପରିବେଶ ଥିଲା। ବର୍ନାନ ସେଠୀ ଏକ ଶିକ୍ଷୟତ୍ରୀ ରୂପେ ମଧ୍ୟ କାମ କରିଥିଲେ। ସେଠାରେ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସେ ଚାଷ କରିବା ଶିଖାଉଥିଲେ। ଉଣେଇଶ ଶହ ସତସ୍ତରୀରେ ଜବ୍ସ ଏବଂ ୱଜିନାକ ଏକ ବିଜ୍ଞାନମେଳାରେ ଆନୟନ କରାଇଥିଲେ। ଏହା ଆପଲ୍ର ସବୁଠୁ ପ୍ରଥମ ଏବଂ ସବୁଠୁ ଅଧିକ ସଫଳତା ପ୍ରାପ୍ତ ବିକ୍ରି ହୋଇଥିବା କମ୍ପୁଟର । ଏହା ଲୋକଙ୍କଦ୍ୱାରା ବହୁତ ପସନ୍ଦ ଆସିଥିବା ପ୍ରଥମ ଅପଲ୍ କମ୍ପୁଟର ରୂପେ ହୋଇଥିଲା। ଏହି କମ୍ପୁଟର ତ ପ୍ରଥମେ ୱଜିନାଙ୍କଙ୍କଦ୍ୱାରା ତିଆରି ହୋଇଥିଲା। ପରେ ଏହି କମ୍ପୁଟରକୁ ଜବ୍ସ ନିରୀକ୍ଷଣ କଫିଥିଲେ ଓ ସେଥିରେ କିଛିଟା ସୁଧର କରିଥିଲେ। ଏହାର ଏକ ନୂତନ ଓ ଅଦ୍ୟିତୀୟ ଶକ୍ତି ସଂଚାର ସୁବିଧା ତିଆରି କରିଥିଲେ ଜବ୍ସ ସବୁ ବେଳେ ଗୋଟିଏ ହିଁ ପ୍ରକାର ପୋଷାକ ପିନ୍ଧୁଥିଲେ। ସେ ଏକ କଳା ସାର୍ଟ ଏବଂ ଲେଭିସ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଥଲେ। ସେ କହିଥିଲେ ଯେ ତାଙ୍କ ଏହି ପୋଷାକ ଶୈଳୀ ସେ ବ୍ରାଉନ ମହାବିଦ୍ୟାଳୟରେ ଥିବା ଏକ କର୍ମ ତତ୍ପର ଶିକ୍ଷକ ଷ୍ଟୁଆର୍ଟଙ୍କ ଠାରୁ ପ୍ରେରିିତ। ଜବ୍ସ ତାଙ୍କ ନିଜସ୍ୱ ଜୀବନୀଲେଖକଙ୍କୁ କହିଥିଲେ ଯେ ସେ ନିଜ ପାଇଁ ଏକ ସମପୋଷାକ ତିଆରି ପାଇଁ କହିଥିଲେ। କାରଣ ଏହା ତାଙ୍କୁ ନିଜସ୍ୱ ପରିଚୟ ଯୋଗାଇ ଦେବ ବୋଲି ଭାବୁଥିଲେ। ଜବ୍ସ ଏବଂ ଆପଲ୍ ସଫଳତାର ସ୍ୱାଦରେ ଚାଖିବା ପରେତାଙ୍କ ଓ ବର୍ନାନଙ୍କ ସମ୍ପର୍କ ଦିନକୁ ଦିନ ଜଟିଳ ହେବକୁ ଲାଗିଲା। ଉଣେଇଶ ଶହ ସତସ୍ତରୀ ମସିହାରେ ସଫଳତା ପରେ ଆପଲ୍ ତାଙ୍କ ସମ୍ପର୍କର ଏକ ଅଂଶ ରୂପରେ ଜଡ଼ିତ ହୋଇ ଗଲା। ଜବ୍ସବର୍ନାନ ଓ ଡାନିଏଲ କୋଟ୍କେ କୁପେର୍ଟିନଠାରେ ଏକ ଘରେ ଏକାଠି ରହିବାକୁ ଲାଗିଲେ। ବର୍ନାନ ଆପଲ୍ କମାପଣିର ପରିବହନ ସଂଚାଳନ ବିଭାଗରେ ଏକ ପଦବୀ ଅଧିଗ୍ରହଣ କଲେ। କାଳ କ୍ରମେ ଜବ୍ସଙ୍କ ଆପଲ୍ କମ୍ପାନୀରେ ପଦବୀ ଉଚ୍ଚକୁ ବଢ଼ିବାକୁ ଲାଗିଲା ଏବଂ ବର୍ନାନ ଓ ତାଙ୍କ ସମ୍ପର୍କରେ ଅବନତି ଘଟିବାକୁ ଲାଗିଲା।